'' ଆଲେସ୍କି ହସି ହସି ଉତ୍ତର ଦେଲେ। ''ରାଜଧାନୀରେ ମୋର ଜଣେ ସଙ୍ଗିନୀ ତା'ର ଗ୍ରୀବାକୁ ସୁନ୍ଦର କରିବା ପାଇଁ କିପରି କସରତ୍ କରୁଥିଲା, ତାହା ଶୁଣିଲେ ଆପଣମାନଙ୍କୁ ଭାରି କୌତୁକ ଲାଗିବ। ଲେନା ଇଚ୍ଛାକଲେ ସେହି କସରତ କରିପାରନ୍ତି। '' ତେବେ ତୁମର ବି ଝୁଙ୍କ୍ ଏ ଦିଗରେ କିଛି କମ୍ ନୁହେଁ। ନିଜର ସୌନ୍ଦର୍ଯ୍ୟକୁ ଅଧିକ ଦିନ ବଜାୟ ରଖିବା ପାଇଁ ଗୁପ୍ତପଥ ଖୋଜିବା କ'ଣ ସବୁ ସ୍ତ୍ରୀଲୋକଙ୍କର ଏକା କାମ। '' ଆଲେସ୍କି ପରିହାସ କରି କହିଲେ। ''କାହିଁକି, ମୁଁ ତ କେବେ ସୁନ୍ଦର ଓ ସରଳ ଗ୍ରୀବା ଲାଭ କରିବା ପାଇଁ ଚେଷ୍ଟା କରିନି। '' ''ତୁମେ ଚେଷ୍ଟା କରିଛ କି ନାହିଁ, ତାହା ଆମେ ଜାଣିବୁ କେମିତି? ତୁମେ ସଙ୍ଗିନୀଙ୍କଠାରୁ ଏହି କସରତ୍ର ବିବରଣୀ ବେଶ୍ ଆଗ୍ରହର ସହିତ ସଂଗ୍ରହ କରୁଥିବାରୁ ତୁମର ଝୁଙ୍କ୍ ତ ଏ ଦିଗରେ କମ୍ ଜଣାପଡ଼ୁନି। '' ''ଆପଣ ମେରିନାଙ୍କୁ ଏତେ ଦୋଷୀ କରୁଛନ୍ତି କାହିଁକି? '' ଇଞ୍ଜିନିୟର ଛେବିସେଭ୍ ଆଲେସ୍କିଙ୍କୁ ବାଧା ଦେଇ କହିଲେ। ''ବୋଧହୁଏ ଆପଣ ଗୋଟିଏ କଥା ଜାଣିନାହାନ୍ତି-ସ୍ତ୍ରୀମାନଙ୍କର ସବୁଠାରୁ ପ୍ରିୟ ଜିନିଷ ହେଲା ଶାରୀରିକ ସୌନ୍ଦର୍ଯ୍ୟ। ଏହି ସୌନ୍ଦର୍ଯ୍ୟ ରକ୍ଷା କରିବା ପାଇଁ ସ୍ତ୍ରୀମାନେ ଯେତେ ବ୍ୟଗ୍ର, ଜଣେ ଗବେଷକ କୌଣସି ଏକ ବିରାଟ ଉଦ୍ଭାବନର ଦ୍ୱାରଦେଶରେ ଠିଆହୋଇ ମଧ୍ୟ ସେତେ ବ୍ୟଗ୍ର ହେବ ନାହିଁ। ସେମାନଙ୍କ ସୌନ୍ଦର୍ଯ୍ୟ ରକ୍ଷା କରିବା ପାଇଁ ସେମାନେ ଜୀବନର ସବୁ କିଛି ବଳିଦେଇ ପାରନ୍ତି। କୌଣସି ସ୍ତ୍ରୀକୁ ଯଦି ଆପଣ ଆଘାତ କରିବାକୁ ଚାହାନ୍ତି, ଆପଣ ତା'ର ସୌନ୍ଦର୍ଯ୍ୟ ପ୍ରତି ଆପେକ୍ଷ କଲେ ସେ ଯେତେ ବ୍ୟଥିତ ହେବ, ତାର ଶରୀର ଉପରେ ଆଘାତ କଲେ ସେତେ ବ୍ୟଥିତ ହେବ ନାହିଁ। '' ଛେବିସେଭ୍ଙ୍କଠାରୁ ଟିକିଏ ଦୂରେଇ ବସିଥିଲା ଲେନା। ସ୍ତ୍ରୀସମାଜ ପ୍ରତି ଛେବିସେଭ୍ଙ୍କର ଆପେକ୍ଷ ତା'କୁ ବଡ଼ ବାଧିଲା। ସେ କିପରି ତାଙ୍କୁ ଉପଯୁକ୍ତ ଉତ୍ତର ଦେବ ଚିନ୍ତା କରିବାକୁ ଲାଗିଲା। କିଛି ସମୟ ଚିନ୍ତା କରି କହିଲା, ''ସ୍ତ୍ରୀମାନଙ୍କୁ ଥଟ୍ଟା କରିବାରେ ଆପଣ ବେଶ୍ ଆମୋଦ ପାଆନ୍ତି ଡକ୍ଟର ଛେବିସେଭ୍! କିନ୍ତୁ ଜାଣନ୍ତି କି ସ୍ତ୍ରୀମାନଙ୍କର ସେହି ସୌନ୍ଦର୍ଯ୍ୟ ରକ୍ଷା ମୂଳରେ କିଏ ଅଛନ୍ତି? '' ଟେବୁଲର ସମସ୍ତେ ଲେନା ଆଡ଼କୁ ଅନାଇଲେ। ଲେନା ପୁଣି କହି ଚାଲିଲା ''ଆପଣମାନଙ୍କ ଭଳି ସ୍ୱାର୍ଥପର ପୁରୁଷମାନେ କଣ ନାହାନ୍ତି ଏସବୁ ଗୋଳମାଳ ମୂଳରେ? ଆପଣମାନଙ୍କର ଯେଉଁ ସୌନ୍ଦର୍ଯ୍ୟଲୁଣ୍ଠନ ପ୍ରବୃତ୍ତି, ଭ୍ରମରଭଳି ଗୋଟିଏ ଫୁଲରୁ ଆଉ ଗୋଟିଏ ଫୁଲକୁ ଉଡ଼ିଯିବା ଭଳି ଯେଉଁ ହୀନ ପ୍ରକୃତି ଅଛି, ସେଗୁଡ଼ିକ ହେଉଛି ସମାଜର ସବୁ ଅଶାନ୍ତିର ମୂଳ-। ହୀନ ପ୍ରକୃତିର ଲୋକମାନଙ୍କୁ ସମାଜର ଆବଦ୍ଧ ଗଣ୍ଡି ଭିତରେ ରଖି ସମାଜର ଆଇନ୍ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ତ୍ରୀମାନଙ୍କର ତ ଆଉ ଅନ୍ୟ ଉପାୟ ନାହିଁ। ସେମାନେ ତ କେବେ ଚାହିଁବେନି ଯେ ସେମାନଙ୍କର ସ୍ୱାମୀ ସେମାନଙ୍କଠାରୁ ଦୂରେଇଯାଇ ଅନ୍ୟଠାରେ ଆଖିରଖି ଶାନ୍ତି-ଶୃଙ୍ଖଳା ଭାଙ୍ଗୁ। ତେଣୁ ଏଭଳି ସ୍ୱାର୍ଥପର, ସୌନ୍ଦର୍ଯ୍ୟଲୁଣ୍ଠନପ୍ରିୟ ସ୍ୱାମୀକୁ ସମାଜରେ ଅଶାନ୍ତି ନ ଘଟାଇ ଆୟତ୍ତରେ ରଖିବା ପାଇଁ ସ୍ତ୍ରୀମାନଙ୍କ ପାଖରେ ଆଉ କି ଉପାୟ ଥାଇପାରେ ଉକ୍ଟର ଛେବିସେଭ୍। '' ''ମୋଟେ ନୁହେଁ। ସମାଜରେ ଯଦି ଅଶାନ୍ତି ଘଟୁଥାଏ, ତେବେ ସେହି ଅଶାନ୍ତି ମୂଳରେ ରହିଛି ଏଇ ସ୍ତ୍ରୀମାନଙ୍କର ନିଜ ନିଜ ସୌନ୍ଦର୍ଯ୍ୟ ପ୍ରତି ଅତ୍ୟଧିକ ଅନୁରାଗ। ପୁରୁଷମାନଙ୍କ ଯୋଗୁଁ ସମାଜରେ ଯେ ଅଶାନ୍ତି ଘଟେ, ତା ମୁଁ କଦାପି ସ୍ୱୀକାର